ବୃକ୍ଷରୋପଣ ନାଆଁରେ ପ୍ରଗତିକୁ ରୋକି ହେବ ନାହିଁ କହି ଆରମ୍ଭ କରୁଛନ୍ତି ଗଛକଟା। ଗଛରୁ ଭାଙ୍ଗି ପଡ଼ୁଛି ରକ୍ତାକ୍ତ ଡାଳପତ୍ର। ତଳେ ପଡ଼ି ଭାଙ୍ଗିଯାଉଛି ଅଣ୍ଡା ସବୁ। ତା'ଭତରେ ଜୀବନ ପ୍ରାପ୍ତିରେ ଥିବା ଅସଂପୂର୍ଣ୍ଣ ପକ୍ଷୀଟି ମରିଯାଉଛି। ମା'ପକ୍ଷୀଟି ଫଡ୍କରି। ଉଡ଼ି ଯାଉଛି, କାହିଁ କେଉଁଆଡ଼େ। ପଛରେ ପଡ଼ି ରହୁଛି ତା'ର ସ୍ୱପ୍ନର ମୃତ ଶାବକମାନେ ଓ ଅପଙ୍କ୍ତେୟ ବାସଘର। ମାଳିନୀ ଜେଷ୍ଟ କନ୍ୟାର ସୌଭାଗ୍ୟ ଲାଭ କରି ନୈଷ୍ଠିକ ବ୍ରହ୍ମଣ ପରିବାରରେ ଜନ୍ମ ହୋଇଥିଲା। ଯଦିଓ ପରେ ପରେ ତା'ର ରୋଗଣା ବୋଉ ତାକୁ ଛ'ଟା ଭଉଣୀ ଉପହାର ଦେଇଥିଲା। ବାପା ତା'ର ଗରୀବ ବ୍ରାହ୍ମଣ। ବୋଉ ବର୍ଷରେ ତିନିଶ' ଷାଠିଏ ଦିନ ବିଛଣାରେ ପଡ଼ି ରହେ। ଏଣୁ ମାଳିନୀ ଧୂଳିଖେଳ ପରିବର୍ତ୍ତେ ଭଉଣୀମାନଙ୍କ ସେବା କରୁ କରୁ ଅତିକ୍ରମ କରେ ବାରଟି ବୈଶାଖ। ବିବାହର ମାନେ ବୁଝିବା ପୂର୍ବରୁ ବାହାଘର ହୋଇଯାଏ ପାଖ ଗାଁ ପୁରୋହିତ ଶିବକାନ୍ତ ପଣ୍ଡାଙ୍କ ସହିତ। ସେତିକିରେ ସରିଯାଏନି ମାଳିନୀର ଜୀବନ ଯନ୍ତ୍ରଣା। ଟୁଟୁ ଦୁନିଆର ଆଲୋକ ଦେଖିବା ମାସକ ପୂର୍ବରୁ ଆଖିବୁଜି ଦିଅନ୍ତି ଶିବକାନ୍ତ। ବିବାହର ବର୍ଷେ ପୂରିବାର ଦୁଇଦିନ ଆଗରୁ ଲିଭିଯାଏ ତା'ର ମଥାର ସିନ୍ଦୁର। ରଙ୍ଗୀନ ଲୁଗା ସବୁ ବାନ୍ଧି ହୋଇଯାନ୍ତି ଟିଣ ବାକ୍ସରେ। ଆଜି କୋଳରେ ତା'ର ଧନୁଷ୍ଟଙ୍କାର ଜୀବାଣୁ ସଂଚରି ଯାଇଥିବା ଏକମାତ୍ର ଅନ୍ଧର ଲଉଡ଼ି ଓ ହାତରେ ଡାକ୍ତରଙ୍କ ପ୍ରେସ୍କ୍ରାଇବ୍ ହୋଇଥିବା ପ୍ରେସିକ୍ରିପ୍ସନରେ ତିନିଶ'ପଚାଶ ଟଙ୍କାର ଇଂଜେକ୍ସନ୍ ଔଷଧର ଲିଷ୍ଟ। କାନିରେ ତା'ର ମୋଟେ କୋଡ଼ିଏ ଟଙ୍କା। ଔଷଧ ଦୋକାନୀ ନିକଟରେ ତା'ର ମାତୃତ୍ୱର ସମସ୍ତ ଆକୁଳ ନିବେଦନ ହୋଇଯାଇଛି ବ୍ୟର୍ଥ ଏବଂ ନିଷ୍ଫଳ। ଯଦିଓ ଏକ୍ସପାର ହୋଇଯାଇଥିବା ଅନେକ ଦୁଷ୍ପ୍ରପ୍ୟ ମୂଲ୍ୟବାନ ଔଷଧ, ଇଂଜେକସନ୍ ଥିଲା ଦୋକାନ ଆଗ ଡଷ୍ଟବିନରେ। ଦୋକାନୀଟି ମାଳିନୀ ଆଡ଼େ ଥରେ ହେଲେ ଦୃଷ୍ଟିପାତ ନ କରି ନିଜ କାମରେ ନିର୍ବିକାରଭାବେ ଳାଗିଛି। କିନ୍ତୁ ମାଳିନୀ ଦୋକନୀକୁ ଅଭିଶାପ ଦେଇପାରିଲାନି। ଭଗବାନ ଯେତେବେଳେ ତା' ପ୍ରତି ବିମୁଖ, ଦୋକାନୀଟା ବି କ'ଣ କରିପାରିବ! ଦୋକାନରୁ ଫେରି ମାଳିନୀ ରାସ୍ତା ପାଖ ବରଗଛ ମୂଳେ ବସି ପଡ଼ିଲା। ନିଶବ୍ଦରେ ଲୁହ ସବୁ ଲୁଗାକାନି କରୁଥିଲେ ଲବଣାକ୍ତ। ଚଢ଼େଇଟିଏ ଫଡ୍ କରି ଉଡ଼ି ଗଲା। ମାଳିନୀ ଚମକି ପଡ଼ିଲା। ମୃତ୍ୟୁ ଓହ୍ଲାଇବ ବର୍ତ୍ତମାନ ବରଗଛର ଓହଳ ଦେଇ ତା'ର ପୁଅର ଦେହକୁ। ଫୁଲ ଫୁଟେ, ଫୁଲ ଝଡ଼େ, ଗଛ ନୀରବରେ ସବୁ ସହେ। ସୂର୍ଯ୍ୟ ଉଠେ, ସୂର୍ଯ୍ୟ ବୁଡେ କିନ୍ତୁ ଆକାଶ ଟୋପାଏବି ଲୁହ ଝରାଏନି। ହେଲେ ମାଳିନୀ କାନ୍ଦି କାନ୍ଦି ଅଣନିଶ୍ୱାସୀ ହୋଇଯାଉଥିଲା। ବଜାର ଶେଷରେ ପୁଲଗଛ ଘେରା ସୁନ୍ଦର ସୁବିସ୍ତୃତ ହ୍ରଦ। ମାଳିନୀର ଇଚ୍ଛା ହେଉଥିଲା ଧାଇଁଯାଇ ହ୍ରଦରେ ମିଶିଯିବାକୁ। କିନ୍ତୁ ସେ ଯାଇ ପାରୁନଥିଲା। କାରଣ ଏମିତି କରିବାକୁ କୁଆଡ଼େ କୁହାଯାଏ ଆତ୍ମହତ୍ୟା। ଦୁଃଖ ନଥିଲେ ଏ ନଶ୍ୱର ଦେହ ରହିବନି। ହେଲେ ତା'ର ଆଉ ଧୈଯ୍ୟ ନାହିଁ। ସ୍ନେହମୟୀ ଶାଶୁ କହୁଥିଲେ ଏମିତି କାନ୍ଦୁଥିବା ନା ଘରକୁ ଫେରିବା। ତା' ପାଟିରେ ଭାଷା ନ ଥିଲା। ବସ୍ବାଲା ରାଜି ହେବ ନାହିଁ। ତିନିଶ' ଟଙ୍କା ମାଗିବ ଅଟୋ ରିକ୍ସା ମଲାପିଲାଟାକୁ ନେବାପାଇଁ। ସଂଧ୍ୟା ତା'ର କବରୀ ଖୋଲିଲାଣି। ଶାଶୁ ବଢ଼ୀଲୋକ-। ଡେରିହେଲେ ଅସୁବିଧା। ଏବେ ଆଡ଼ ଆଖିରେ ଚାହୁଁନଥିବା ଲୋକ କିଛି ସମୟ ପରେ ମଶାମାଛି ପରି ଘେରିଯିବେ। ଲୁହ ସବୁ ପୋଛିଲା ଅତି ଚମତ୍କାରଭାବେ ମାଳିନୀ। ମୁହଁରେ ବୋଳିଲା ପ୍ରସନ୍ନତାର କସମେଟିକ୍ସ ଏବଂ ସଯତ୍ନେ ଶବଟିକୁ କାନ୍ଧରେ ରଖି ପିଲଟି ବଂଚିଥିବାର ନିଚ୍ଛକ ଅଭିନୟ କଲା ମାଳିନୀ ଓ ଚାଲିଲା ବସ୍ଷ୍ଟାଣ୍ଡ ଆଡ଼କୁ। ଦୋଷ କାହାର ସବୁକିଛି ଅଛି। ତମେ ଅଛ। ମୁଁ ଅଛି। ଘର ସାମ୍ନା କୃଷ୍ଣଚୁଡ଼ା ଗଛରେ ଲାଲ ଟୁଟୁ ଫୁଲ ଫୁଟୁଛି। ବର୍ଷା ହେଉଛି। ଏ ବର୍ଷ କାହାକୁ ବିରହିଣୀ କରୁଛି ତ କାହା ଦେହରେ ଜାଗ୍ରତ କରୁଛି କାମନାର ଅଦମ୍ୟ ପିପାସା। ବର୍ଷା କବିର କଲମରେ କବିତାଟେ ହୋଇ ବହିଯାଉଛି ସଫେଦ କାଗଜ ପିଠିରେ। ଟିଟନ୍ ବର୍ଷାରେ ଭିଜି ଡଙ୍ଗା ଭସାଇବ ବୋଲି ଯିଦ୍ ଧରୁଛି। କହୁଛି,''ମମି, ପ୍ଲିଜ୍ କବାଟ ଖୋଲନା...। '' ତମେ ତମ ପ୍ରୋଜେକ୍ଟର ପ୍ଲାନ୍ ଭିତରେ ବୁଡ଼ି ଯାଇଛ। ଟିଟନ୍କୁ ବୁଝାଇବାକୁ ତମର ବେଳ ନାହିଁ। ରୋଷେଇ ଘରୁ ଶୁଭୁଛି ପ୍ରେସର କୁକର୍ର ହୁଇସିଲ୍। ଶ୍ୱଶୁର ଡ୍ରଇଁରୁମରେ ଖବର କାଗଜ ପଢ଼ୁଛନ୍ତି।